ଶାନ୍ତନୁଙ୍କର କୌଣସି କାମର ପ୍ରତିବାଦ କରେନି ଲୋପାମୁଦ୍ରା। ସବୁକୁ ସେ ଗ୍ରହଣ କରିନିଏ ଆଦରରେ। ଶାନ୍ତନୁଙ୍କ ମନରେ ଦୁଃଖ ଦେଖିଲେ କମ୍ପିଉଠେ ଲୋପାମୁଦ୍ରା। ଦୁନିଆଁର ସବୁ ଘନିଷ୍ଠତାକୁ ଲୋପାମୁଦ୍ରା ଅନାୟାସରେ ଦୂରେଇ ଦେଇପାରେ ହେଲେ ଶାନ୍ତନୁଙ୍କୁ ନୁହେଁ। ସେଇଥିପାଇଁ କେବଳ ବସିରହି ସବୁ ଶୁଣୁଥିଲା ଲୋପାମୁଦ୍ରା। ଶେଷରେ ଛୋଟ ଟିପ୍ପଣୀ ଦେଇ କହିଲା ବାପାଙ୍କ ପ୍ରସ୍ତାବ ମନ୍ଦ ନୁହେଁ ଚନ୍ଦ୍ରାଅପା! ତାଙ୍କ କଥା ମାନି ରହିଯିବା ହିଁ ତୁମ ପକ୍ଷରେ ମଙ୍ଗଳ। ନୀରବରେ ମୁଣ୍ତ ହଲାଇ ସମର୍ଥନ ଜଣାଇଲା ଚନ୍ଦ୍ରାବତୀ। ଆଜି ଶାନ୍ତନୁଙ୍କ ପରିବାରରେ ଜଣେ ହୋଇଉଠିଛି ରିଫୁଲଜି ବାଳିକା ଚନ୍ଦ୍ରାବତୀ। ପରିବାର କହିଲେ ଆକ୍ଷରିକ ଭାବେ ଯାହା ବୁଝାଏ ସେମିତି ଏକ ଜଟିଳ। ପରିବାର ଯେ ଶାନ୍ତନୁଙ୍କର ଥିଲା ତାହା ନୁହେଁ। ଶାନ୍ତନୁଙ୍କ ପରିବାର ଖୁବ୍କ୍ଷୁଦ୍ର ପରିବାର। ଏ ପରିବାରର ମୁଖ୍ୟ ବ୍ୟକ୍ତି ବାରିଷ୍ଟର ଶାନ୍ତନୁ ଓ ଲୋପାମୁଦ୍ରା। ଅନ୍ୟମାନେ କେବଳ ପରିବାରର ଚାକର ଓ ପୂଝାରୀ। ସେ ପରିବାର ଭିତରେ ଜଣେ ହେବାରେ ଚନ୍ଦ୍ରାବତୀ ନିକଟରେ କଷ୍ଟକର ବ୍ୟାପାର ନ ଥିଲା। ତଥାପି ଚନ୍ଦ୍ରାବତୀ ଯେ ଖୁବ୍ଅଳ୍ପ ସମୟ ମଧ୍ୟରେ ଶାନ୍ତନୁଙ୍କ ପରିବାରରେ ଖାପଖାଇଲା ଭଳି ମିଶି ଯାଇଥିଲା ସେହି ହେଲା ଜାଣିବାର ବିଷୟ। ଶାନ୍ତନଙ୍କ ପରିବାର ଜଟିଳତାଠାରୁ ବୋହୁ ଦୂରରେ କିନ୍ତି ଏବେକାର ପାରିବାରାକ ଜୀବନ କଥା ଚିନ୍ତା କଲେ ଆମ ଆଖି ଆଗରେ ଗୋଟିଏ ନୂଆ ଦୁନିଆଁ ଦେଖାଦିଏ। ପରିବାର ଖୁବ୍ ଆନନ୍ଦଦାୟକ ଶଦ୍ଦଟିଏ। ହେଲେ ଏଡ଼େ ଜଟିଳତା ଯେ ଏ ଶଦ୍ଦଟି ତଳେ ଆତ୍ମଗୋପନ କରିଥାଏ ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ପରିବାର ମଧ୍ୟରେ ସ୍ତ୍ରୀଙ୍କର ପଡ଼େନାହିଁ। ଜା ଜାଙ୍କର ମେଳ ଥାଏନାହିଁ। ଶାଶୁ ବୋହୂକୁ ଦେଖି ପାରେନାହିଁ। ଭାଇ ଭାଇ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରେ। ଭାଉଜ ଦିଅର ନାଁରେ ଚୁଗୁଲି କରେ। ନଣନ୍ଦ ଭାଉଜର ଅପବାଦ ରଟାଏ ଏଇ ଆମ ଆଜି କାଲିକାର ପରିବାର। ଏ ପରିବାରରେ ସୁଖ ନାହିଁ ଶାନ୍ତି ନାହିଁ ଅଛି କବଳ ସୀମାହୀନ ଅଶାନ୍ତି। ଅନନ୍ତ କ୍ଷେଦୋକ୍ତି। ପରିବାରକୁ ଯଦି ଭାଙ୍ଗି ରୁଜି ଗଢି ହେଉଥାନ୍ତା ତେବେ ଆଜିର ମଣିଷ ନୂଆ ରୂପରେ ଗଢି ସାରନ୍ତେଣି ଏ ସମାଜକୁ। ପୁଣି ଆମ ଦେଶର ସମାଜ ବଡ କଠୋର। ଏ ସମାଜ ପରିବାରକୁ ଜାବୁଡ଼ି ଧରେ। ହେଲେ ଲଗାମ ଧରି ପରିବାରକୁ ଠିକ୍ବାଟରେ ଚଳାଇ ପାରେନାହିଁ। ସଂଖ୍ୟାହୀନ ବ୍ୟକ୍ତି କେବଳ ଏଇ ପରିବାରର ବହୁ ଗ୍ରାସରେ ସର୍ବହରା ହେଉଛନ୍ତି। ଏ ପରିବାର ଦେହରେ ହୁଏତ ଭାଉଜ ଦିଅର ବିରୁଦ୍ଧରେ ଅଭିଯୋଗ କରୁଛି। ଲାଜରେ ଅପମାନରେ ଦିଅର ଆଉ ତା'ର ପ୍ରାପ୍ୟ ଆଦାୟ କରି ପାରୁନାହିଁ। ଠିକ୍ସେହିଭଳି ବଡ଼ ଜା ହୁଏତ ଭାଇବୋହୂ ଦେଢ଼ଶୁରଙ୍କୁ କେନ୍ଦ୍ରକରି ଅନେକ କପୋଳ କଳ୍ପିତ କାହାଣୀ ସୃଷ୍ଟି କରୁଛି। ଏଥିରେ କେଉଁ ମଣିଷ ମୁଣ୍ତ ଟେକି ଠିଆ ହୋଇ ପାରିବ? ଅପବାଦ ହିଁ ତ ଦୁନିଆଁର ସବୁଠାରୁ ବଡ଼ ସାଂଘାତିକ ବିପଦ। ଅପବାଦର ବିଚାର ପାଇଁ ବିଚାରାଳୟ ନାହିଁ। ଲଢ଼ିବା ପାଇଁ ଓକିଲ ନାହାନ୍ତି ମଣିଷର ଲଗାମ୍ ଛଡ଼ା ମୁହଁ ହିଁ ଅପବାଦର ବିଚାରକ। ତେବେ ସେ ଯାହାହେଉ ଏମିତି ଏକ ନିଷ୍ଠୁର ପରିବାର ଦେହରେ ବଢ଼ି ନ ଥିଲେ ଶାନ୍ତନୁ। ଶାନ୍ତନୁଙ୍କ ପରିବାର ଥିଲା ଆଧୁନିକ ସହରୀ ପରିବାର। ସହରୀ ପରିବାର ଆଉ ମଫସଲୀ ପରିବାର ଭିତରେ ସତ କହିବାକୁ ଗଲେ ଆକାଶ ଆଉ ପାତାଳ ପ୍ରଭେଦ। ସହରୀ ପରିବାରରେ ଜୀବନ ନ ଥାଇ ପାରେ ହେଲେ ସଂକ୍ରାମକ ରୋଗର ଜୀବାଣୁ ନାହାଁନ୍ତି। ଚାଖଣ୍ତେ ମାଟିପାଇଁ ଯେଉଁ ମଫସଲୀ ପରିବାର ଲହୁ ଲୁହାଣ ହୁଏ ସେ ମାଟିକୁ ହେୟଜ୍ଞାନ କରେ ସହରୀ ଜୀବନ। ସହରରେ ମାଟିର ମୋହ ନାହିଁ ବେଲା, କଂସା, ସୁନା, ରୂପାର ମୋହ ନାହିଁ। ଅଛି କେବଳ ଶିକ୍ଷା ଆଉ ସଭ୍ୟତାର ମୋହ। ଏହିପରି ଏକ ଖାଣ୍ଟି ସହରୀ ପରିବାରରେ ଗୋଡ଼ ଦେଇ ନିଜକୁ ଧନ୍ୟ ମନେ କରୁଥିଲା ଚନ୍ଦ୍ରାବତୀ ଖୁବ୍ କମ୍ବି କମ୍ଦିନ ଭିତରେ ସେ ନିଜର କରି ନେଇଥିଲା ସମସ୍ତଙ୍କୁ। କେହି ଘଡ଼ିଏ ଚନ୍ଦ୍ରାବତୀକୁ ନ ଦେଖିଲେ ପାଗଳ। ଏକରକମ୍ଚନ୍ଦ୍ରାବତୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା କହିଲେ ହୁଏତ ଠିକ୍ ହେବ। ନୂଆ ଜୀବନର ପରଶରେ ଅନେକ ମଣିଷଙ୍କର ପରିବର୍ତ୍ତନ ହୁଏ। ଅନେକ ମଣିଷ ଜୀବନକୁ ଭୁଲି ସୁନାର ସ୍ୱପ୍ନ ଦେଖନ୍ତି। ଠିକ୍ ତାହା ହିଁ ଘଟିଥିଲା ରୂପସୀ ଚନ୍ଦ୍ରାବତୀ ଭାଗ୍ୟରେ। ସୂର୍ଯ୍ୟୋଦୟ ପୂର୍ବରୁ ଚନ୍ଦ୍ରାବତୀ ବିଛଣା ଛାଡ଼େ। ତରବରରେ ଲୁଗା ବଦଳାଇ ଚା' ଟିକେ ତିଆରି କରେ ଶାନ୍ତନୁ ଓ ଲୋପାମୁଦ୍ରାଙ୍କ ପାଇଁ।